କଟକଠାରେ ଶହୀଦ ହଲ୍ ନିର୍ମାଣ କରିବା ପାଇଁ ଆମେ ଟଙ୍କା ମଞ୍ଜୁର କଲୁ। ସେହି ହଲ୍ର କାନ୍ଥରେ ଯେଉଁ ସ୍ୱାଧୀନତା ସଂଗ୍ରାମୀମାନେ ପୋଲିସ ଗୁଳିରେ ନିହତ ହୋଇଛନ୍ତି; ଅଥବା ସଂଗ୍ରାମ କାଳରେ ପ୍ରାଣ ହରାଇଛନ୍ତି, ସେମାନଙ୍କର ନାମ ଖୋଦିତ ହେବା କଥା; କିନ୍ତୁ ସେମାନଙ୍କ ପାଇଁ କ'ଣ ଏହା ଯଥେଷ୍ଟ? ହଜାର ହଜାର ଲୋକ ନିଜର 'କ୍ୟାରିଅର'କୁ ଜଳାଞ୍ଜଳି ଦେଇ ରାସ୍ତାର ଭିକ୍ଷୁକ ସାଜିବା ପଥ ବାଛିନେଲେ। ହଜାର ହଜାର ଲୋକ ନିଜର ସମସ୍ତ ସମ୍ପତ୍ତି ହରାଇଲେ ଏବଂ ଆନନ୍ଦରେ ସମସ୍ତ ନିନ୍ଦା ଅପମାନ ସହି ନେଲେ। କେବଳ ସ୍ୱାଧୀନତାର ସ୍ୱପ୍ନ ଦେଖି ଆନନ୍ଦିତ ହୋଇଥିବା ଯୋଗୁଁ ଶହ ଶହ ଲୋକଙ୍କୁ ଗୁଳି କରାଗଲା ଓ ଫାଶୀ ଦିଆଗଲା। ଯେଉଁ ବିଶାଳ ଜନତା ସ୍ୱାଧୀନତା ପାଇଁ ଆନନ୍ଦରେ ବିଭୋର ହୋଇ ଉଠିଥିଲେ ଏବଂ ନୂତନ ଯୁଗକୁ ସ୍ୱାଗତ କରିଥିଲେ, ସେ ସମସ୍ତେ କୌଣସି ପ୍ରକାର ରାଜନୈତିକ କ୍ୟାରିଅରରେ ଆଗ୍ରହୀ ନଥିଲେ। ସ୍ୱାଧୀନତା ହିଁ ସେମାନଙ୍କ ପକ୍ଷେ ଥିଲା ପୁରସ୍କାର ଯାହାକି ଶେଷରେ ସେମାନେ ହାସଲ କରିଛନ୍ତି ବୋଲି ଭାବୁଥିଲେ। ରାଜ୍ୟର ଅତି ଦୂରବର୍ତ୍ତୀ ଗାଁ ଗଣ୍ଡାରେ ସ୍ୱତଃ ସ୍ୱାଧୀନତାର ଉତ୍ସବ ପାଳିତ ହେଉଥିବାର ଖବର ପହଞ୍ଚୁଥାଏ। ଲୋକମାନଙ୍କ ଆନନ୍ଦର କୌଣସି ସୀମା ନଥିଲା। ଆଧୁନିକ ଜୀବନ ଓ ସଭ୍ୟତାର ବହୁ ଦୂରରେ ଥିବା କୋରାପୁଟ ଜିଲ୍ଲାର ଆଦିବାସୀ ଲୋକେ ମଧ୍ୟ ଆନନ୍ଦରେ ମାତି ଉଠିଥିଲେ ଏବଂ ଗାନ୍ଧି ମହାରାଜ ସେମାନଙ୍କର ରାଜା ହେଲେ ଏବଂ ଅତି ଶୀଘ୍ର ସେମାନଙ୍କର ସମସ୍ତ ଦୁଃଖ ଦୁର୍ଦ୍ଦଶା ଦୂର ହେବ ବୋଲି ସେମାନେ କହୁଥିଲେ। କେବଳ ଆଦିବାସୀ କାହିଁକି ସାରା ଦେଶର ଲୋକେ ସେତେବେଳେ ସ୍ୱତଃ ଭାବୁଥିଲେ, ଅତୀତର ମସସ୍ତ ଦୁଃଖ ଦୁର୍ଦ୍ଦଶା ଏଣିକି ପୂର୍ବରାତ୍ରିର ଏକ ଦୁଃସ୍ୱପ୍ନ ଭଳି ମିଳେଇଯିବ ଏବଂ ଉଷାର ଆଗମନରେ ସୁଖ ଓ ସମୃଦ୍ଧି ବୃଦ୍ଧି ପାଇବ ଯାହା କି ସଂଗ୍ରାମ କାଳରେ ସମସ୍ତଙ୍କର ସ୍ୱପ୍ନର ବସ୍ତୁ ଥିଲା। ସମସ୍ତେ ଆଶାର ପର୍ବତ ଗଢ଼ି ତୋଳିଲେ ଏବଂ ଆମେ ସମସ୍ତେ ଭାବିଲୁ ଆମେ କିଛି ହାସଲ କରିଛୁ। ମାତ୍ର ବର୍ଷ ପରେ ମୁଁ ଯେତେବେଳେ ପଛକୁ ଫେରି ଚାହୁଁଛି, ମୁଁ ନିଜକୁ ପଚାରୁଛି, ଲୋକଙ୍କର ଆଶା ଆକାଙ୍କ୍ଷାକୁ ଚରିତାର୍ଥ କରିବା ପାଇଁ ଯାହା କିଛି ସମ୍ଭବ ତାହା କ'ଣ ଆମେ କରିଛୁ? ଅବଶ୍ୟ ସ୍ୱାଧୀନତା ନିଜେ ଏହାର ପୁରସ୍କାର; କିନ୍ତୁ ଚରମ ବ୍ୟର୍ଥତା ଓ ନୈରାଶ୍ୟ ଭିତରେ ଆତ୍ମପ୍ରତ୍ୟୟ ହରାଇ ସାରିଥିବା ଲକ୍ଷ ଜନତା ପାଇଁ ଏହି ସ୍ୱାଧୀନତା ସମ୍ପୂର୍ଣ୍ଣ ନିରର୍ଥକ। ସେମାନେ କଣ ଆତ୍ମପ୍ରତ୍ୟୟ ଫେରି ପାଇଲେଣି। ଏହି ଦେଶ ସେମାନଙ୍କର- ସେମାନେ ହିଁ ନିଜର ମୁନିବ ଏବଂ ନିଜ ଭାଗ୍ୟର ନିୟାମକ ଏକଥା କଣ ସେମାନେ ଭାବୁଛନ୍ତି ଗତ ବର୍ଷ ଭିତରେ ଯେଉଁ ସବୁ କାମ ହୋଇଛି ତାକୁ ଭିତ୍ତି କରି ଇତିହାସ ଯେଉଁ ରାୟ ଦେବ ତାହା ଉପରେ ଉକ୍ତ ପ୍ରଶ୍ନ ଗୁଡ଼ିକର ଉତ୍ତର ନିର୍ଭର କରେ। କିନ୍ତୁ ଏହାର ମାନଦଣ୍ଡ ହେଉଛି ଲୋକଙ୍କର ଆତ୍ମପ୍ରତ୍ୟୟ ଓ ସଂକଳ୍ପବଦ୍ଧତା, କାରଣ ସେମାନେ ସ୍ୱାଧୀନତା ହାସଲ କରିଛନ୍ତି ଏବଂ ସେମାନେ ହିଁ ସ୍ୱାଧୀନତାକୁ ରକ୍ଷାକରିବେ। ଗୁରୁବାର ଭୂମି ବଣ୍ଟନ ଅପ୍ରେଲ ପହିଲା ତାରିଖ ଦିନ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଓଡ଼ିଶା ସରକାରଙ୍କ ଭୂମି ବଣ୍ଟନ କାର୍ଯ୍ୟକ୍ରମ ଉଦ୍ଘାଟନ କଲେ। ତା'ପରେ ମନ୍ତ୍ରୀମାନେ ଚାରିଆଡ଼କୁ ଯାଇ ଭୂମି ବଣ୍ଟନ କରିବେ। ଉଦ୍ଘାଟନ ଉତ୍ସବରେ ଭୂଦାନ ନେତ୍ରୀ ଶ୍ରୀମତୀ ରମା ଦେବୀଙ୍କ ଉପସ୍ଥିତି ତାତ୍ପର୍ଯ୍ୟପୂର୍ଣ୍ଣ। କାରଣ ଭୂଦାନ